ସେ ସରକାରୀ ଚାକିରିଟିଏ ପାଇ କଲିକତାରେ ରହୁଥିଲେ। କଲିକତାର ନମ୍ବର ଗ୍ରେ–ଷ୍ଟ୍ରିଟ୍ରେ ତା – – ରେ ଲେଖକଙ୍କର ଜନ୍ମ। କିଛିଦିନ ପରେ ବାପାଙ୍କର ପୁଣି ବଦଳି ହେଲା ଟାଟାକୁ-। ଟାଟାରେ କିଛିଦିନ ରହଣି, ତା ପରେ ପୁଣି ଭାଗଲପୁର। ତେଣୁ ପିଲାମାନଙ୍କୁ ସାଙ୍ଗରେ ଧରି ସବୁଆଡ଼େ ବୁଲିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ। ସେ ଏକା ଭାଗଲପୁର ଗଲେ-। ପରିବାରର ଅନ୍ୟମାନେ ସମସ୍ତେ କଟକରେ ରହିଲେ। ତେଣୁ ଲେଖକର ବାଲ୍ୟଶିକ୍ଷା କଟକ ମିଡ଼ିଲ୍ ସ୍କୁଲରେ ଆରମ୍ଭ ହୋଇଥିଲା। ମିଡ଼ିଲ୍ ସ୍କୁଲ୍ ପାଶ୍ କରିବା ପରେ ସେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଭର୍ତ୍ତି ହେଲେ। କଲିଜିଏଟ୍ରୁ ମ୍ୟାଟ୍ରିକ୍ ପାଶ୍କରି ବିଜ୍ଞାନର ଛାତ୍ର ହିସାବରେ ରେଭେନ୍ସା କଲେଜରେ ନାଆଁ ଲେଖାଇଥିଲେ। କଲେଜରେ ପଢ଼ିଲା ବେଳେ ସେ ଯେ ଜଣେ କେବଳ ମେଧାବୀ ଛାତ୍ର ଥିଲେ ତାହା ନୁହେଁ; ଖେଳକସରତରେ ମଧ୍ୟ ଜଣେ ନାଆଁ ଡାକ ଖେଳାଳୀ-। କଲେଜ ଆନୁଏଲ ସ୍ପୋର୍ଟସରେ ସେ ଦୁଇ ମାଇଲ ରାସ୍ତାକୁ ଛଅ ମିନିଟ୍ ମଧ୍ୟରେ ସାଇକେଲରେ ଅତିକ୍ରମ କରି ସାଇକେଲ ରେସ୍ରେ ପୂର୍ବ ରେକର୍ଡ଼ ଭଙ୍ଗ କରିଥିଲେ। ଭଲି, ଫୁଟବଲ୍, କ୍ରିକେଟ୍ ସମସ୍ତ ଖେଳରେ ସେ ଜଣେ ଅଭିଜ୍ଞ ଖେଳାଳୀ; କିନ୍ତୁ ଫୁଟ୍ବଲ ଖେଳ ଥିଲା ତାଙ୍କର ଅତି ପ୍ରିୟ। କଲେଜ ଟିମ୍ରେ ଯେଉଁ ଏଗାର ଜଣ ଖେଳାଳୀ ଥିଲେ ସେମାନଙ୍କ ତାଲିକାର ପ୍ରଥମ ଧାଡ଼ିରେ ଥିଲା ରାଜକିଶୋର ପଟ୍ଟନାୟକଙ୍କ ନାଆଁ। ଏହି ଅମିତ ଶକ୍ତିଧର ଖେଳାଳୀ ବ୍ୟାଡ଼୍ମିଣ୍ଟନର ବ୍ୟାଟ ଫୋପାଡ଼ି ଦେଇ ଲେଖି ବସିଲେ ଗଳ୍ପ। ସେ ଜଣେ ପ୍ରସିଦ୍ଧ ଗଳ୍ପ ଲେଖକ ହିସାବରେ ପ୍ରତିଷ୍ଠା ପାଇଲେ। ରେ ଯେତେବେଳେ ତାଙ୍କର 'ମୋ ଚିଠି ଫାଇଲ' 'ନବଭାରତ'ରେ ପ୍ରକାଶିତ ହେଉଥିଲା, ସେତିକିବେଳେ ଅନ୍ୟାନ୍ୟ ଗଳ୍ପ ମଧ୍ୟ 'ଉତ୍କଳ ସାହିତ୍ୟ', 'ସହକାର'ରେ ପ୍ରକାଶ ପାଉଥିଲା। ବି. ଏସ୍. ସି. ପାଶ୍ କରିବା ପରେ 'ଲ' ପାଶ୍କରି ସ୍ୱାଧୀନ ଭାବରେ ମସିହାରୁ କଟକରେ ଓକିଲାତି ଜୀବନ ଆରମ୍ଭ କଲେ। ରୁ, ରୁ ଆଇନ କଲେଜର ଅଧ୍ୟାପକ ହିସାବରେ ନିଯୁକ୍ତି। ସେହି ସମୟରେ ଓଡ଼ିଶା